-ଆସିବାକୁ କଲ୍ ପାଇଥିଲି। -ରାଜାବାହାଦୁରଙ୍କୁ ଚିହ୍ନି ନାହାନ୍ତି? -ନା। ମାଧବ ଫଟିକ୍ଆଡ଼କୁ ଏକଦୃଷ୍ଟିରେ ଅନାଇରହିଥିଲା। ସେ କହିଉଠିଲା-ମୋର ଗୋଟିଏ କଥା ଅଛି। ମହାଜନ କହିଲେ-ଅପେକ୍ଷା କରନ୍ତୁ, ଜଣକ ପରେ ଜଣେ। ତା' ଛଡା ଆମେ ବର୍ତ୍ତମାନ ଜାଣିବାକୁ ଚାହୁଁ ଯେ ଆମେ କାହିଁକି ଏଠାକୁ ଆସିଛୁ। ଅନ୍ୟ କଥା ପରେ। -ମଥୁରାନନ୍ଦବାବୁ, ଆପଣ? -ରାଜାବାହାଦୁର ଲେଖିଥିଲେ ଯେ କେତେଜଣ ପୁରୁଣା ବନ୍ଧୁଙ୍କ ସହିତ ମୋର ଏଠାରେ ଦେଖାହେବ। ଅବଶ୍ୟ ସତ କଥାଟି ସେ କହି ନ ଥିଲେ। -ଆସନ୍ତୁ ମିଷ୍ଟର ମାଧବ, ଆପଣ? ମାଧବ ଭାବିଲା, ସତ କଥାଟି କ'ଣ କହିବ। ନା ନା, ସେ ସମସ୍ତଙ୍କ ଭଳି କହିଲା ଯେ, ସେ ଏଠାକୁ ଚିଠି ପାଇ ଆସିଛି। ଚିଠିଟି କିନ୍ତୁ ପାଖରେ ରଖିନାହିଁ। ଜଜ୍ସାହେବ କ'ଣ ଟିକିଏ ଭାବିଲେ, ତା'ପରେ ଫଟିକ୍ ଆଡ଼କୁ ଅନାଇ କହିଲେ- ଦେଖନ୍ତୁ, ଆମେ ଏକ ବିଚିତ୍ର ଅଭିଜ୍ଞତା ଅର୍ଜନ କରିଛୁ। ଗୋଟିଏ ଦେହହୀନ କଣ୍ଠସ୍ଵର-। ପ୍ରତ୍ୟେକଙ୍କ ବିରୁଦ୍ଧରେ ଅଭିଯୋଗ ଆସିଛି। କିନ୍ତୁ ମିଷ୍ଟର ଫଟିକ୍, ଆପଣ? -ମୋର ପରିଚୟ ଶୁଣନ୍ତୁ। ଆପଣ ଇଚ୍ଛା କଲେ ପରୀକ୍ଷା କରିପାରନ୍ତି। ମୁଁ ଏହା ପୂର୍ବରୁ ପୁଲିସ ଗୋଇନ୍ଦା ବିଭାଗରେ ଥିଲି, ଏବେ ପ୍ରାଇଭେଟ୍ ଡିଟେକ୍ଟିଭ। ମୋ କାମରେ ଆସିଥିଲି। -ଆସିବାକୁ କହିଛି କିଏ? -ରାଜାବାହାଦୁର୍। ମୋ ପାଖକୁ ଆସିବାକୁ ଟଙ୍କା ମନିଅର୍ଡ଼ର ମଧ୍ୟ କରାହୋଇଥିଲା। ମୋର କାମ ଏଠାରେ ହେଉଛି ଆପଣମାନଙ୍କ ଉପରେ ନଜର ରଖିବା। -କାହିଁକି? -କାଳେ ଚୋରିକରି ନେଇଯିବେ। ଆପଣମାନଙ୍କର ନାମର ଗୋଟିଏ ଲିଷ୍ଟ ମଧ୍ୟ ପାଇଥିଲି। ଯାହା ବୁଝିଲିଣି ସବୁ ମିଛ। ବର୍ଷା କହିଲା-ଲୋକଟା ପାଗଳ, ମାନେ, ମାଲିକସାହେବ। ବିଚାରପତି ମହାଜନ ଗମ୍ଭୀର ହୋଇ କହିଲେ-ପାଗଳ ହୋଇପାରେ; କିନ୍ତୁ ତାକୁ ଭୟ କରିବାର ଯଥେଷ୍ଟ କାରଣ ଅଛି। ତା'ପରେ ସେ ତାଙ୍କର ବକ୍ତବ୍ୟ ଆରମ୍ଭ କଲେ-ମୁଁ ଏଇ ଚିଠିଟି କିଛିଦିନ ତଳେ ପାଇଲି-। ଲେଖିଛନ୍ତି ଲେଡି ଡୋରା ସାମଲ। ମୋର ବିଶେଷ ପରିଚିତ। ଅବଶ୍ୟ କେଇବର୍ଷ ହେଲା ତାଙ୍କ ସହିତ ମୋର ଦେଖାସାକ୍ଷାତ ହୋଇନି। ଶୁଣିଲି ଯେ ସେ ପ୍ରାଚ୍ୟର ଦେଶଗୁଡ଼ିକ ଦେଖିବାକୁ ବାହାରିଛନ୍ତି। ସେ ଯା'ହେଉ ଆମେ ସବୁ ନିମନ୍ତ୍ରଣ ପାଇ ଆସିଛୁ। ଏଗୁଡ଼ିକ ମିଥ୍ୟା ବୋଲି ଧରିଲେ ମଧ୍ୟ ଆମେ ନିଶ୍ଚିତ ଯେ, ଯେ ପଠାଇଛି ସେ ଆମ୍ଭମାନଙ୍କ ସମ୍ପର୍କରେ ବହୁ ଗୂଢ଼ ସମ୍ବାଦ ହାସଲ କରିପାରିଛି। ଲେଡି ଡୋରା ସାମଲଙ୍କର ଚିଠିଲେଖାର ଭଙ୍ଗୀଟି ଯେପରି ଅତି ସୁନ୍ଦର; ଦକ୍ଷତା ସହ ଲେଖିଛନ୍ତି। ତେଣୁ ମୁଁ କହୁଛି ଯେ ଚିଠିଗୁଡ଼ିକର ପ୍ରେରକ ବହୁତ କଥା ଆମ ସମ୍ପର୍କରେ ଜାଣିଛି। ଟିକିଏ କହି, ଅଳ୍ପ କାଶି ଜଜ୍ କହିଲେ-ସେ ଆମ ବିଷୟରେ ଅନେକ କିଛି ଜାଣିଛି। ଜାଣିଛି ବୋଲି ଆମ ବିରୁଦ୍ଧରେ ଏକ ସ୍ପଷ୍ଟ ଅଭିଯୋଗ ଆଣିବାକୁ ସମର୍ଥ ହୋଇଛି। ମଥୁରାନନ୍ଦ କହିଲେ-ଏସବୁ ମିଥ୍ୟା ଅଭିଯୋଗ। ଜଜ୍ସାହେବ କହିଲେ-ଏହି ଅଜ୍ଞାତ ଲୋକଟି ମୋ ବିରୁଦ୍ଧରେ ଅଭିଯୋଗ କରିଛନ୍ତି ଯେ ମୁଁ ସୌମେନ୍ ନାମକ ଏକ ବ୍ୟକ୍ତିର ମୃତ୍ୟୁ ପାଇଁ ଦାୟୀ। ମୋ ଇଜ୍ଲାସରେ ତା'ର ବିଚାର ହୋଇଥିଲା। ଏକ ବୟସ୍କା ନାରୀର ହତ୍ୟା ଅଭିଯୋଗରେ ସେ ଅଭିଯୁକ୍ତ। ସୌମେନ୍ ତା' ପକ୍ଷ ଚମତ୍କାର ଭାବରେ ସମର୍ଥନ କଲା। କିନ୍ତୁ ତା' ବିରୁଦ୍ଧରେ ଯାହା ସାକ୍ଷୀ ପ୍ରମାଣ ଥିଲା, ସେଥିରେ ତା' ବିରୁଦ୍ଧରେ ଅଣାଯାଇଥିବା ଅଭିଯୋଗ ସମର୍ଥିତ ହେଲା ଏବଂ ମୁଁ ରାୟ ଦେଲି। ମୃତ୍ୟୁଦଣ୍ଡ ପାଇଲା ସେ। ଏ ବ୍ୟାପାରରେ ମୁଁ ମୋ ବିବେକ ନିକଟରୁ ଦାୟମୁକ୍ତ। ମୁଁ କେବଳ ମୋର କର୍ତ୍ତବ୍ୟ ପାଳନ କରିଥିଲି ମାତ୍ର। ଡାକ୍ତର ଦୁର୍ଗାମାଧବ ଏ ମୋକଦ୍ଦମା କଥା ଶୁଣିଥିଲେ। ସେ ଜଣେ ଆଡ଼ଭୋକେଟ ବନ୍ଧୁଙ୍କଠାରୁ ଶୁଣିଥିଲେ ଯେ ଜଜ୍ର କୌଣସି ଗୁପ୍ତ ବା ତୀବ୍ର ବ୍ୟକ୍ତିଗତ ଆକ୍ରୋଶ ଥିଲା ସୌମେନ୍ ବିରୁଦ୍ଧରେ। ତା' ନ ହେଲେ ସୌମେନ୍ ଖଲାସ ହୋଇଯିବାର କଥା। ଡାକ୍ତର ପଚାରିଲେ-ଆପଣ ଏ ମୋକଦ୍ଦମା ପୂର୍ବରୁ ସୌମେନ୍କୁ ଜାଣିଥିଲେ? ମୁହୂର୍ତ୍ତକ ପାଇଁ ଜଜ୍ସାହେବଙ୍କ ଆଖି ଦିଓଟି ଜଳିଉଠିଲା, ତା'ପରେ ପୁଣି ଶାନ୍ତ ହୋଇଗଲା। ଧୀର କିନ୍ତୁ ଦୃଢ଼କଣ୍ଠରେ କହିଲେ-ମୋକଦ୍ଦମା ପୂର୍ବରୁ ସୌମେନ୍ର ନାମ ବି ମୁଁ କାନରେ ଶୁଣିନାହିଁ। ଡାକ୍ତର ଦୁର୍ଗାମାଧବ ମନେ ମନେ ରାଗିଉଠିଲେ-ଜଜ୍ସାହେବ, ତମେ ମିଥ୍ୟାବାଦୀ। ମୁଁ ଜାଣେ ତମେ ମିଛ କହୁଛ। ବର୍ଷା କମ୍ପିତ କଣ୍ଠରେ କହୁଥିଲା। ସେ କହିଲା-ଏହି ଶିଶୁଟିର କଥା ଆପଣ ଶୁଣନ୍ତୁ। ଶିଶୁଟିର ଡାକ ନାମ ବୁବୁନ୍।